ଏକ ଧନୀର ଦୁଲାଳୀ ସେ। କୁବେରପୁରୀ ପରି ପ୍ରାସାଦରେ ବାସ କରେ। ସିନେମା ହଲ ଭିତରେ ହଠାତ୍ ଦେଖା। ତା' ପରେ ହୁଏ ବନ୍ଧୁତ୍ଵର ସୁତ୍ରପାତ। ଏବଂ କିଛିଦିନ ନିମନ୍ତ୍ରଣ ଆଦାନ ପ୍ରଦାନ ପରେ ସୁହାସିନୀ ପ୍ରେମ କରି ବସିଲା ତାକୁ। କିନ୍ତୁ ସେ କ'ଣ ସୁହାସିନୀକୁ ପ୍ରେମ କରେ……? ଅସମ୍ଭବ! ପ୍ରେମ ଶବ୍ଦ ରଞ୍ଜନର ଅଭିଧାନରେ କେବେହେଲେ ନ ଥିଲା ଏବଂ କେବେ ହେଲେ ରହିବ ନାହିଁ ମଧ୍ୟ। ଅତି ଜୋରରେ ଟେବୁଲ୍ ଉପରେ ହାତଟାକୁ ବାଡ଼େଇ ବିଛଣାରୁ ଉଠି ପଡ଼ିଲା ସେ। ଠିକ୍ ଏତିକିବେଳେ କଫି ନେଇ ରଞ୍ଜନର ରୁମ୍କୁ ପଶି ଆସିଚି ହୋଟେଲ ବୟ। ରଞ୍ଜନର ଏପରି ବ୍ୟବହାରରେ ସେ ଭୟ ପାଇଗଲା ହୁଏତ। ସଲାମ ଠୁଙ୍କି ସକାତର ଭଙ୍ଗୀରେ ଠିଆ ହୋଇ ରହିଲା ସେ। ରଞ୍ଜନ ପକେଟରୁ ବାହାର କରି ଅଧୁଲୀଟିଏ ଫିଙ୍ଗି ଦେଲା ତା' ଆଡ଼କୁ। ସେଇଟାକୁ ଗୋଟାଇ ନେଇ ପୁଣିଥରେ ସଲାମିଠୁଙ୍କି ପଦାକୁ ବାହାରିଗଲା ବୟଟା-। ଧୂମାୟମାନ କଫି କପରେ ଅଧର ସଂଯୋଗ କରି ପୁଣିଥରେ ଭାବି ଚାଲିଲା ରଞ୍ଜନ। ସୁହାସିନୀକୁ ସେ ପ୍ରେମ କରେନି ସତ, କିନ୍ତୁ ସମ୍ପର୍କକୁ ଶିଥିଳ କରିବାକୁ ମଧ୍ୟ ଦେଇନି ସେ। ସେଦିନ ସୁହାସିନୀ ହଠାତ୍ ପଚାରି ବସିଲା ତାକୁ। ସମୁଦ୍ର କୂଳରେ ଠିଆ ହୋଇ ବୀରିମାଳାର ସେଇ ସେ ପଟରୁ ଉଠି ଆସୁଥିବା ରକ୍ତ। ରୁଣ ସୂର୍ଯ୍ୟକୁ କେବେ ଦେଖିବାର ସୁଯୋଗ ହେଇଚି ତମର? '' "ନା" ବଡ଼ ଦୁଃଖିତ ହୋଇ ରଞ୍ଜନ କହିଥିଲା। ସେ ପ୍ରକୃତରେ ସତ କହିଥିଲା, କିନ୍ତୁ ଅଭିନୟ ସେ ଯାହା କଲା ତା'ର ଓଲଟା ସେ ଭାବୁଥିଲା। ଅର୍ଥାତ ସମୁଦ୍ର ଭିତରୁ ଉଠି ଆସୁଥିବା ସୂର୍ଯ୍ୟକୁ ଦେଖିବା ସଉକ ତା'ର କେବେହେଲେ ନ ଥିଲା। ନାରୀର ରକ୍ତ ମାଂସ ଆଉ ଫେନିଳ ଯୌବନ ଉପରେ କାରବାର କରୁଥିବା ମଣିଷ ନିକଟରେ ଅନ୍ୟାନ୍ୟ ଜିନିଷର ସୌନ୍ଦର୍ଯ୍ୟ ସ୍ଥାନ ପାଏନି। "ଓ" ରୂପକଥାର ରଜା ପୁଅ କି ନା ତମେ! ସୁନାର କିରଣ ତମ ଉପରେ ନ ପଡ଼ିଲେ ନିଦ ଯେ ଭାଙ୍ଗେନି ତମର, ତା' ଭୁଲି ଯାଇଥିଲି ମୁଁ। '' ରଞ୍ଜନ କିଛି କହିଲାନି। ମୁହଁରେ ତାରିସ୍ମିତ ହାସ୍ୟ ସୁହାସିନୀର କଥା ଉପରେ ସମ୍ମତିସୂଚକ ଉତ୍ତରର କାମ କରିଥିଲା। ସୁହାସିନୀ ତା' ପରେ କହିଥିଲା— "ତା' ହେଲେ ଦିନେ ନିମନ୍ତ୍ରଣ ରହିଲା ତମକୁ ଏଇ ସୂର୍ଯ୍ୟଦୟ ଦର୍ଶନ ପାଇଁ। ସେଦିନ ମୋ ସହିତ ତମକୁ ବାହାରିବାକୁ ହେବ କିନ୍ତୁ ସମୁଦ୍ର କୂଳକୁ। '' ଆଉ ସେଇ ନିମନ୍ତ୍ରଣ ରକ୍ଷା କରିବାକୁ ଟାଣି ନେଇଥିଲା ରଞ୍ଜନକୁ ଆଜି ସେ। କଫି କପ୍ଟାକୁ ଟେବୁଲ ଉପରେ ରଖି। ଦେଇ ପାଟିରେ ଗୋଟାଏ ସିଗାରେଟ ଲଗାଉ ଲଗାଉ ରଞ୍ଜନ ମନେ ପକାଉଥିଲା ସମୁଦ୍ର କୂଳର କଥା। ହଠାତ୍ ସମୁଦ୍ର କୂଳରେ ଦେଖିଥିବା ଗୋଟିଏ ପରିଚିତା ନାରୀର ମୁହଁ ମନେପକାଇ ଚମକି ଉଠିଲା ସେ। ଝିଅଟିକୁ ନିମିଷକ ଲାଗି ଦେଖିବାର ସୁଯୋଗ ପାଇଥିଲେ ମଧ୍ୟ ସେ ତାକୁ ଚିହ୍ନିବାରେ ଭୁଲ୍ କରି ନ ଥିଲା। ତା'ରି ଆଡ଼କୁ ଜ୍ଵଳନ୍ତ ହିଂସ୍ର ଦୃଷ୍ଟିରେ ଚାହିଁ ରହିଥିଲା ଝିଅଟି। କିନ୍ତୁ ବିଜୟା…! ଗୋଟିଏ ଝିଅ! କ'ଣ କରି ପାରିବ ସେ ରଞ୍ଜନର? ଦେହ ଉପରେ ତା'ର ଛୋଟିଆ ଦାଗଟିଏ ବି କାଟି ପାରିବ ନି ସେ। ତାକୁ ପୁଣି ରଞ୍ଜନର ଭୟ, ପୁଃ……. ଫୁତ୍କାର ପରେ ବି ନିଜର ସଂପୂର୍ଣ୍ଣ ଅଜ୍ଞାତରେ ବିଜୟାର କଥାହିଁ ଚିନ୍ତାକରି ବସିଲା।